'' ଏ କ'ଣ କମ୍ ଅପମାନ! ଶ୍ରୀଚନ୍ଦନ ଏ ବାକ୍ୟ ସହିପାରିଲେ ନାହିଁ, ଆଦେଶ ଦେଲେ-ଯେଉଁ ପାଇକ ଏ କାର୍ଯ୍ୟ କରିପାରିବ, ତାକୁ ଯଥୋଚିତ ପୁରସ୍କାର ଦିଆଯିବ। ସମସ୍ତ ପାଇକ ବହୁତ ଯତ୍ନ କଲେ; ମାତ୍ର ବିଫଳ ମନୋରଥ ହେଲେ। ପରିଶେଷରେ ଲୋକନାଥ ହୁଙ୍କାର ସହକାରେ ଏକା ଲମ୍ପକେ ସେ ଦଉଡ଼ିଟାକୁ ହାଣି ପକାଇଲେ। ଶ୍ରୀଚନ୍ଦନ ତାଙ୍କର ଏ ଅଭୂତପୂର୍ବ ସାହାସ ଦେଖି ବିସ୍ମିତ ହୋଇଗଲେ ଏବଂ ପାଇକମାନେ ବିଜୟ ଉଲ୍ଲାସରେ ଦିଗନ୍ତ ଉଛୁଳାଇ ଦେଲେ। ରାଜା କହିଲେ, "ଲୋକନାଥ, ତୁମର ତେବେ କି ପୁରସ୍କାର ଆବଶ୍ୟକ, ନିର୍ଭୟରେ ପ୍ରକାଶ କର। '' ଲୋକନାଥ ବିନୀତ ଭାବରେ ଉତ୍ତର କଲେ, "ମହାରାଜାଙ୍କ ଦୟାରୁ ମୋର କିଛି ଅଭାବ ନାହିଁ। ଯଦି ଶ୍ରୀଛାମୁଙ୍କର ମୋପ୍ରତି ଅପାର ଅନୁଗ୍ରହ ହେଉଛି, ତେବେ ମୁକ୍ତକଣ୍ଠରେ ମହାରାଜାଙ୍କ ଚନ୍ଦନ ଟୋପିଟି ମୋତେ। ପ୍ରଦାନ କରନ୍ତୁ। ପ୍ରତିଦିନ ଚନ୍ଦନ ଉପରେ ସିନ୍ଦୂରଶିରି ମାରିବାକୁ ଓ ମୁକୁଳା କେଶରେ ଅନ୍ୟାନ୍ୟ ଗଡ଼ଜାତ ଭ୍ରମଣ କରିବାପାଇଁ ଆଦେଶ ଦିଅନ୍ତୁ। '' ସେହି ଦିନଠାରୁ ଲୋକନାଥ ଚନ୍ଦନ ଟୋପା ଉପରେ ସିନ୍ଦୂରଶିରି ମାରିବାକୁ ଏବଂ ମୁକୁଳା କେଶରେ ଅନ୍ୟାନ୍ୟ ଗଡ଼ଜାତ ଭ୍ରମଣ କରିବାକୁ ଆଦେଶ ପାଇଥିଲେ। ବିବାହ ପରେ ସେ କିଛି ଦିନ ବାଙ୍କୀରେ ରହି ପ୍ରଥମେ ବଡ଼ମ୍ବା, ତାପରେ ନରସିଂହପୁର ଓ ଢେଙ୍କାନାଳ ପ୍ରଭୃତି ଗଡ଼ଜାତ ଭ୍ରମଣ କରିଥିଲେ। ବଡ଼ମ୍ବାର କ୍ଷତ୍ରିୟବର ସିଂହଙ୍କ ସହିତ ଲୋକନାଥଙ୍କର ଅନେକ ତର୍କ ବିତର୍କ ଲାଗିଲା। ଯେତେବେଳେ ଲୋକନାଥ ତାଙ୍କର ଲୌହ ଧନୁଟିକୁ ଭଗ୍ନ କରିଦେଲେ, ସେତେବେଳେ କ୍ଷତ୍ରିୟବର ସିଂହ ତାଙ୍କୁ ମହାବୀର ବୋଲି ସ୍ଵୀକାର କଲେ। ଲୋକନାଥ ଯେଉଁସବୁ ଗଡ଼ଜାତ ଭ୍ରମଣ କରିଥିଲେ, ସେଠାକାର ରାଜାଙ୍କଠାରୁ ପ୍ରଚୁର ଭୂସମ୍ପତି ଜାୟଗିର ସ୍ୱରୂପ ପାଇଥିଲେ। ମାତ୍ର ସାମାନ୍ୟ କାରଣରୁ ସବୁ ପରିତ୍ୟାଗ କରି ଅନ୍ତିମ ସମୟକୁ ଜନ୍ମଭୂମିକୁ ଫେରି ଆସିଲେ। ଲୋକେ କହନ୍ତି, ଏହି ମହାବୀର ବର୍ଷ ବୟସରେ ତାଙ୍କ ନିଜ ଗୃହରେ ପ୍ରାଣତ୍ୟାଗ କଲେ। ପଣ୍ଡିତ ଗୋବିନ୍ଦ ରଥ ବାଙ୍କୀର ଅଦ୍ଵିତୀୟ କର୍ମବୀର, ପ୍ରଧାନ ରାଜନୀତିଜ୍ଞ, ସ୍ଵାଧୀନଚେତା, ପଣ୍ଡିତ ଗୋବିନ୍ଦ ରଥ ପାଟପୁର ଗ୍ରାମରେ ପଦ୍ମନାଭପୁର ଶାସନରେ ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରିଥିଲେ। ଏ ମହାଶୟ ଏକଧାରାରେ କବି, ପଣ୍ଡିତ, ସମାଜ−ସଂସ୍କାରକ, ରାଜନୀତିଜ୍ଞ ଓ ଦେଶସେବକ ଥିଲେ। ବାଲ୍ୟକାଳର ପାଠଶାଳା ଶିକ୍ଷା ସମାପ୍ତ କରି ନର୍ମାଲ ଟେନିଂ ପାଶ୍ କରିଥିଲେ। ଯେତେବେଳେ ପ୍ୟାରୀମୋହନ କଟକରେ ଏକାଡେମୀ ସ୍କୁଲ ସ୍ଥାପନ କରିବାର ଉଦଯୋଗ କରିଥିଲେ, ସେ ସମୟରେ ରଥେ ତାଙ୍କୁ ପ୍ରଭୂତ ସାହାଯ୍ୟ କରିଥିଲେ। ସ୍ଵର୍ଗୀୟ ବ୍ୟାସକବି ଫକୀରମୋହନ ରଥଙ୍କର ଏ କାର୍ଯ୍ୟରେ ତୃପ୍ତ ଥାଇ ଲେଖିଥିଲେ- "ଆଛା କରିଛନ୍ତି ରଥେ ବ୍ରାହ୍ମଣପଣିଆ ଛାପିଗଲେ କେତେ ବହି ଆନେ ଦ୍ଵିଅଣିଆ। '' ରଥେ ମଧ୍ୟ କଟକରେ ଥାଇ ଅନେକ ପୁସ୍ତକ ରଚନା କରିଥିଲେ। ତାଙ୍କ ରଚିତ "ବର୍ଣ୍ଣବୋଧକ" ଓ "କବିତାକଳାପ" ପାଠ୍ୟପୁସ୍ତକ ରୂପେ ନିର୍ବାଚିତ ହୋଇଥିଲା। ସେ ସେଥିରୁ ପ୍ରଭୂତ ଅର୍ଥ ଉପାର୍ଜନ କରି କଟକରେ ସ୍ଥାୟୀ ଗୃହ ଓ ଗୋଟିଏ ବଡ଼ ପୁସ୍ତକାଳୟ କରି ଯାଇଅଛନ୍ତି-। ରଥଙ୍କର ପ୍ରଧାନ ଗୁଣଥିଲା ତତ୍କାଳୀନ ଡିପୋଟିମାନଙ୍କର କାର୍ଯ୍ୟ ସମାଲୋଚନା କରନ୍ତି। ସେ ମଧ୍ୟ ଲୋକମାନଙ୍କ ଉପହାର ନିମିତ୍ତ ପାଟପୁରରେ ଗୋଟିଏ ହାଟ ବସାଇଥିଲେ ଏବଂ ଶ୍ରୀହନୁମାନ ଜୀଉଙ୍କ ମନ୍ଦିର ନିର୍ମାଣ ଓ ସେବାପୂଜା ସକାଶେ ବିଶେଷ ବନ୍ଦୋବସ୍ତ କରିଥିଲେ-। ରଥଙ୍କ ପରି ସ୍ଵାଧୀନଚେତା ଓ ଭବିଷ୍ୟତ୍ ଭାବୁକ ଅଳ୍ପ ଦେଖାଯାନ୍ତି। ସେ ତାଙ୍କ କୃତ "ଫିଉଚର୍ ସାହେବ"ରେ ଲେଖିଛନ୍ତି- "ଏଥର ମଲେ ସାହେବ ହେବି ଲାଲ ମୁଣ୍ଡରେ ଦେବି। '' ଏଥିରୁ ପାଣ୍ଡିତ୍ୟ ସଭ୍ୟତା ପ୍ରତି ତାଙ୍କର ବେଶ୍ ଅନୁରାଗ ଥିଲା ପରି ଜଣା ପଡ଼ୁଅଛି। ରଥେ ମସିହା ଜ୍ୟେଷ୍ଠମାସରେ ତାଙ୍କର ସେହି କର୍ମଭୂମି କଟକଠାରେ ବର୍ଷରେ ପରଲୋକ ଗମନ କଲେ। ଆଜିକାଲି ମଧ୍ୟ ତାଙ୍କ ପ୍ରତିଷ୍ଠିତ ପୁସ୍ତକାଳୟଟି "ଗୋବିନ୍ଦରଥ ପୁସ୍ତକାଳୟ'' ନାମରେ ଅଭିହିତ ହେଉଅଛି। ରାୟବାହାଦୂର ବିଦ୍ୟାଧର ପଣ୍ଡା ଲୋକ ଦରିଦ୍ର ହୋଇ ଜୀବନରେ କିପରି ମହତ୍କାର୍ଯ୍ୟ କହିପାରେ, ସେ ବିଷୟରେ ବିଦ୍ୟାଧର ଆଦର୍ଶସ୍ଥାନୀୟ ଥିଲେ। ବିଦ୍ୟାଧର ବାଙ୍କୀର ସରଣ୍ଡା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ବ୍ରାହ୍ମଣ କୁଳରେ ଜାତ ହୋଇଥିଲେ। ପାଠଶାଳାର ଶିକ୍ଷା ଶେଷ କରି ଭର୍ଣ୍ଣାକ୍ୟୁଲର ପାଶ୍ ପରେ କଟକ ଟ୍ରେନିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଥମେ ସୁବର୍ଣ୍ଣପୁର ଭର୍ଣ୍ଣାକ୍ୟୁଲର ସ୍କୁଲର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରି ସେଥିରୁ ପେନସନ୍ ପାଇ ତତ୍କାଳୀନ ଡିପୋଟି ବାଳମୁକୁନ୍ଦ କାନୁନ୍ଗୋଙ୍କ ଦ୍ଵାରା ବାଙ୍କୀରେ ସହଯୋଗ ଆନ୍ଦୋଳନ ଚଳାଇବା ଲାଗି ଅର୍ଗାନାଇଜର ରୂପେ ନିଯୁକ୍ତ ହେଲେ। ସେ ଜୀବନ ବ୍ୟାପି ଏହି କାର୍ଯ୍ୟ ଦକ୍ଷତା ସହକାରେ ଚଳାଇ ଗଭର୍ଣ୍ଣମେଣ୍ଟଙ୍କଠାରୁ ପ୍ରଥମେ ରାୟସାହେବ ଓ ପରେ ରାୟବାହାଦୂର ଉପାଧି ପାଇଥିଲେ।